ମୁଁ ହସୁଥାଏ… କହିଲି–ପାନ୍ତଲୁ, ବ୍ୟାଙ୍କ୍ରେ ରଖିବା ଭଳି ଜିନିଷ ତ? ନା ମଦଖାଇ ଉଡ଼ାଇଦେଲ ବସ୍ତିଯାକ? -ଆଉ ରଖିବୁ କଅଣ? କଞ୍ଚା ପଇସା, ଚିକ୍ ଚିକ୍ କରୁଛି… ସେତିକିବେଳକୁ ଶୋଷ ବି ହେଉଥାଏ… ଇଜାର୍ଦାର ଜାଣିଥାଏ… ମେଲାଇଦେଲେ ପସରା… ସବୁ ସରିଗଲା କଅଣ ଆଜ୍ଞା, ଏତେଗୁଡ଼ାଏ ସୁଟକେଶ୍? ସ୍ତ୍ରୀ କହିଲେ–ଆଗକୁ ପରା ଝିଅ ବାହାଘର–ଦିଲ୍ଲୀ ବଜାରରେ ଚମଡ଼ା ଟିକିଏ ଶସ୍ତା… ଧର ଧର ଯିବା। କାକୁସ୍ଥ ଭାବରେ ବସିଥାଏ ସିଭିଲ୍ ସପ୍ଲାଇ ଅଫିସରଙ୍କ ଆଗରେ… ବେଞ୍ଚରେ। ଅନ୍ୟ ବାବୁମାନେ ଚେୟାର ଉପରେ ବସି ରାଜ୍ୟର ବଣ୍ଟନ ନୀତି ସ୍ଥିର କରୁଥାନ୍ତି। କୁମୁଟି ମହାଜନ ବ୍ୟବସାୟୀ କେତେଜଣ ବି ଥାନ୍ତି। ସିଗାରେଟ୍ ନିଆଦିଆ ଚାଲିଥାଏ। ଘଣ୍ଟାକ ପରେ ସେ ମୁହଁ ଟେକିଲେ… ମୋ ଆଡ଼େ… ଝିଅକୁ ବିବାହ ଦେବି, ପିତାର ଗର୍ବ ଓ ଗୌରବର କାର୍ଯ୍ୟ କରିବି… ଏ କଥା ଯେଉଁଦିନଠାରୁ ସ୍ଥିରକଲି ମୁଁ ଅହଂଶୂନ୍ୟ ହୋଇଗଲି। ବୈଷ୍ଣବ ଦୀନତାର ହୃଦୟକୁ ବି ଶୁଷ୍କ କରି ରଖିଲି। ଜୈନ ଧର୍ମର ଅହିଂସା ବ୍ରତ ଘେନି କାନ ନାକରେ ଅଦୃଶ୍ୟ ପଟି ଦେଲି। ବୌଦ୍ଧ ଶ୍ରମଣ ବେଶରେ ମୁଣ୍ଡକୁ ଅଦୃଶ୍ୟ ମୁଣ୍ଡିତ କରି କେବଳ ଗାଇଲି କଲେକଟରଂ ଶରଣଂ ଗଚ୍ଛାମି ଯୋଗାଣକର୍ତ୍ତାଙ୍କ ଶରଣଂ ଗଚ୍ଛାମି ଚିନିବିକ୍ରେତାଙ୍କ ଶରଣଂ ଗଚ୍ଛାମି ଶାଢ଼ି ଦୋକାନୀ ଶରଣଂ ଗଚ୍ଛାମି ଇତ୍ୟାଦି ଇତ୍ୟାଦି ଶରଣଂ ଗଚ୍ଛାମି ମନ୍ତ୍ରରେ ମୋର ଜୀବନ ମନ୍ତ୍ରୀତ ହୋଇଉଠିଲା। ଅଫିସର ପଚାରିଲେ–କଣ କୁହନ୍ତୁ? ଗୋଟାଏ ଟିଣ ଘିଅ ପରମିଟରେ, କନ୍ୟାର ପରିଣୟ। -ଆମେ ପରମିଟ୍ ବନ୍ଦ କରିଦେଇଛୁ, କେବଳ ପାଉଁରୁଟିବାଲା ପାଇବେ। -ବିବାହ ବ୍ରତ କପରି ହେବ? -ସେ କଥା କଲେକ୍ଟରଙ୍କୁ ପଚାରନ୍ତୁ। ତାଙ୍କର ଆଦେଶରେ ପରମିଟ୍ ବନ୍ଦ କରଯାଇଛି। -ଆପଣ ତ ବିବେକୀ ଲୋକ, ଆପଣ କୁହନ୍ତୁ, ଆପଣଙ୍କ ଝିଅଟା ବିବାହରେ ଆପଣ କଅଣ କରନ୍ତେ? -ଆମମାନଙ୍କ ପାଇଁ ଅନ୍ୟ ପନ୍ଥା ଅଛି। -ଯଥା -ଯଥା କମର୍ସିଆଲ୍ ଟାକସ ଅଫିସରଙ୍କ ଗାଡ଼ି ଅଭାବ ହୁଏନି, ପୁଲିସକୁ ସବୁ ମିଳେ-କଲେକ୍ଟର କଥା ନ କହି ବି ସବୁ ଭରଣା କରପାରନ୍ତି– -କିନ୍ତୁ ଆମଭଳି ସାଧାରଣ ଲୋକ? -କାର୍ଡ଼ ରେ ଗ୍ରାମ ଘିଅ ମିଳିବ। -ଏଥିରେ ବିବାହ ପର୍ବ ଉଠିବ? -ଏ ଯୁଗର ମୂଳମନ୍ତ୍ର 'ବ୍ଲାକ୍'-କିଛି ବେଶି ଟଙ୍କା। ତା'ଛଡ଼ା ନିର୍ବାଚନର ଫଳାଫଳ ପ୍ରକାଶ ଓ ମନ୍ତ୍ରୀ ପରିଷଦ ଗଠନ ପରେ ଦରଦାମର ଘୋଡ଼ାଛୁଟିଛି ଏବଂ ଛୁଟିବ। କେହି ରକ୍ଷା କରିପାରିବେନାହିଁ। -ତେବେ ମୋର କର୍ତ୍ତବ୍ୟ? -ଆଚ୍ଛା, ପାତ୍ର! ୟାଙ୍କୁ ଗୋଟିଏ ଟିଣ ଦିଅ! ଆଲୁଅରେ ନୁହେଁ ଅନ୍ଧାରରେ… ପଚାଶ ଟଙ୍କା ବେଶି ପଡ଼ିବ ବୋଧହୁଏ? 'ପାତ୍ର' ନାମକ ବ୍ୟକ୍ତି କଅଣ ଗୋଟାଏ ଚିନ୍ତା କରୁଥିଲେ। ହଠାତ୍ ଚମକିପଡ଼ି କହିଲେ–ନିଶ୍ଚୟ… ଆପଣଙ୍କର ଯେତେବେଳେ ହୁକୁମ ହେଲା… ଏଇ ହେଲା ବାଛୁରୀ, ହଳ, ଛତା, ସାଇକେଲ, ଗଛ ଓ ମଣିଷଙ୍କ ଚିହ୍ନର ରାଜ୍ୟ। ଚିହ୍ନରେ ଚହ୍ନିତ କରି ଲୋକେ ମୋହର ଦେଲେ। ସେ ସଙ୍କେତ ଉଡ଼ିଗଲଣି। ପାଦ ଥକିଯାଉଛି, ୟା ପାଖକୁ ଯାଇ, ତା ପାଖକୁ ଦଉଡ଼ି। ଯେଉଁ ଲୋକଙ୍କୁ ଚାହିଁ କଥା କହିବାକୁ ଇଚ୍ଛା ନ ଥିଲା, ସେ ଲୋକକୁ ନେହୁରାହୋଇ କେତେ କହିବାକୁ ପଡ଼ୁଛି-ନମସ୍କାର ଭଙ୍ଗୀରେ ଶୁଣାଇବାକୁ ହେଉଛି… 'ଆପଣ ଜାଣ ସର୍ବମୟ କର୍ତ୍ତା। ' ଘରେ ଗୋଟିଏ 'ମାଉସୀ' ଅମର ଅଛି, ଘର ଦୁଆର ସଫା ସୁତୁରା କରି କିଛି କାମ ସେ କରେ। ବୟସ୍କା ମହିଳା। ଦିଲ୍ଲୀରୁ ଟେଲିଭିଜନ୍ ଦେଖି ଫେରିଆସି ଭାବିଲି ମାଉସୀରୂପକ ଟେଲିଭିଜନରେ କିଛି ଘଟଣା ଦେଖିନିଏ। ପଚାରିଲି–ମାଉସି! କାହାକୁ ଭୋଟଦେଲ? ବାଛୁରୀ ନା ଲଙ୍ଗଳ? -ଏ, ଲଙ୍ଗଳକୁ କାହିଁକି ଦେବି ମ? ବାଛୁରୀକୁ ଦେଲି। ଆମ ଗାଁର ସମତେ… ମେଳହୋଇ ଗଲୁ, ମେଳ ହୋଇ ଦେଲୁ। ମୁଁ କେବେ ଜିପରେ ବସିନଥିଲି, ସେମାନେ ଆମ ବଂଶକୁ ଜିପରେ ବସେଇଲେ, ନୂଆ ଶାଢ଼ି ଦେଲେ, ଟଙ୍କା ଦେଲେ… ସାଉଁକିନା ଛୁଟିଗଲା ଜିପ୍ ଆମକୁ କେତେ ଭଲଲାଗିଲା। ପୁଣି ଭୋଟ ଦେଇ ଆସିଲା ପରେ ଗରମ ପୁରି ତରକାରି ଖାଇଲୁ। ମନେହେଲା, ଏବେ ବିଜ୍ଞାନର ଟେଲିଭିଜନ୍ ନୁହେଁ... ମଣିଷର ବିଚିତ୍ର ଅନୁଭବର ଟେଲିଭିଜନ୍... ରାସ୍ତାକଡ଼ ଅଳିଆଗଦାରୁ ମଣିଷ ପିଲା ଖାଦ୍ୟ ଗୋଟାଏ... ମନ୍ତ୍ରୀ ସଭାର ବୈଠକରେ ରାଜ୍ୟର ଶ୍ରେଷ୍ଠ ଭୋଜନାଳୟରୁ ଖାଦ୍ୟ ଆସି ବିତରିତ ହୁଏ। ରାଜଘାଟର ଛନ୍ ଛନ୍ ଦୂବଘାସ। ସେକ୍ରେଟେରୀୟେଟ୍ ଫାଟକପାଖ ସନ୍ତ୍ରୀ... ବନ୍ଧୁକ… ଗୁଳି... ଭୋକିଲା ପଟୁଆର ଛକ ଡେଇଁଛି।